ସଦ୍ୟ ମା' ଛେଉଣ୍ଡ ଛୁଆ ପରି–ଭେମା ରଡ଼ି ପକେଇ କାନ୍ଦିବାକୁ ମୋର ମନ ହେଉଥିଲା। ମାତ୍ର, ମୁଁ ତଥାପି ବୁଝୁଥିଲି, ମାଉସୀ ଆଉ ଆମ କାନ୍ଦରେ ନାହିଁକି ହସରେ ନାହିଁ। ପଥର ବେଳେ ବେଳେ ଖୁବ୍ ଗୋଟାଏ ଅଖାଡ଼ୁଆ ପରିସ୍ଥିତି ଉପୁଜେ। ଆଉ ବଡ଼ ଅପ୍ରସ୍ତୁତ ହେବାକୁ ପଡ଼େ। ଏକବାରେ ଅଚିହ୍ନା ଯାଗା, ଅପରିଚିତ ପରିବେଶ ଭିତରେ ହଠାତ୍ କାହା କଣ୍ଠରେ ଯଦି ଅତ୍ମୀୟତାର ଅନୁଯୋଗଭରା ସୁର୍ ବାଜି ଉଠେ ତମକୁ ଲକ୍ଷ୍ୟ କରି। ''ହଁ କାହିଁକି ଆଉ ଚିହ୍ନିବ? ଆଖି ବଡ଼ ବଡ଼ ହେଇ ଗଲାଣି, ବଡ଼ ଲୋକ ହେଲଣି ଏବେ। '' ଭାରି ଦୋଷୀ ଦୋଷୀ ମନେହୁଏ ନିଜକୁ। ନିଜର ଭୂଲା ମନ, ନିଜର ନିର୍ବୋଧତା ପାଇଁ ଭୟଙ୍କର ରାଗ ବି ହୁଏ ନିଜ ଉପରେ ଯଦିଓ ନିଜେ ଆମେ ସେ ସବୁପାଇଁ ଦାୟୀ ନ ଥାଉ। ସମୟର ଅନ୍ତହୀନ ସୁଅରେ କେତେ ବୁଦ୍ ବୁଦ୍ ଉଠି ମିଳେଇ ଯାଉଛି। କେତେ କାଠି କୁଟା ଭାସି ଯାଉଛି। ହସ, କାନ୍ଦ, ସୁଖ, ଦୁଃଖର ଛୁଆଁ ଟିକିଏ ଦେଇ କେତେ ଘଟଣା ଘଟିଯାଉଛି। ଛବିଭଳି କେତେ କିଏ ଆସୁଛନ୍ତି, ପୁଣି ଯାଉଛନ୍ତି। ଏକ ସମୟରେ ତାହା ମନେ ହୋଇଛି ଏକାନ୍ତ ଅପରିହାର୍ଯ୍ୟ। ସାଇତି ରଖିବା ଭଳି ବହୁ ମୂଲ୍ୟବାନ କିଛି ପରିବର୍ତ୍ତନର ପଟ୍ଟ ଭୂମିରେ, ଅଜଣାରେ କେତେବେଳେ କୋଉଠି ସେ ହଜି ଯାଇଛି। ନୀରବରେ ଆସ୍ତେ ଖସି ପଡ଼ିଚି। ଏକଥା ତ କିନ୍ତୁ ବୁଝେଇ ହୁଏନା ବଖାଣି କରି କହି ହୁଏନାଁ କେବଳ ଅନୁଭବରେ ଘେନି ହୁଏ। ଅନୁଭବଟା କିନ୍ତୁ ସମସ୍ତଙ୍କର–ସମ-ସ୍ତର, ସମ-ଗଭୀର କି ସମ-ରୂପର ନୁହେଁ। ସେ ଅଲଗା ଅଲଗା ଆରସି, ଯେଝା ମାପରେ, ଯେଝା ମୁହଁ ଦେଖିଲା ଭଳି। ଛାଡ଼ନ୍ତୁ ସେକଥା ମତେ କିନ୍ତୁ ଭାରି ଅସହାୟ, ଏକୁଟିଆ ଲାଗିଲା। ଟିକିଏ ଲାଜ ବି ମାଡ଼ିଲା ଏମିତି ଏକ ପରିସ୍ଥିତିରେ ପଡ଼ି। ମତେ ମୋ ଘରୋଇ ଡାକ ନାଁ'ରେ ସମ୍ବୋଧନ କରି ଯିଏ ଅନୁଯୋଗ ବଢ଼ି ପାରୁଚି ସେ ମୋର ଏକଦା ଅନ୍ତରଙ୍ଗ ଗୋଷ୍ଠୀର ନିଶ୍ଚୟ। ମୁଁ ପ୍ରାଣପଣେ ଚେଷ୍ଟା କରି, ଅତୀତର ଅନେକ ମୁହଁ, ଅନେକ ସ୍ୱରକୁ ମନେ ପକେଇଲିଣି। ଏ ସ୍ୱର, ଏ ମୁହଁ, କାହା ସହିତ ଖାପ୍ ଖାଉ ନାହିଁ। ୟେତ ବଡ଼ ବିଚିତ୍ର କଥା! ଅଗତ୍ୟା ବୋକାଙ୍କ ଭଳି ତା' ଆଡ଼କୁ ବଡ଼ ବଡ଼ ଆଖିରେ ଚାହିଁବା ଛଡ଼ା ମୋର ଗତ୍ୟନ୍ତର ନଥିଲା। ଏଥର ତା'ର ଲମ୍ବା ଓଢ଼ଣା ଟିକିଏ କମ୍ ହେଲା। ଆଉ ଟିକିଏ ହଲଚଲ ହେଲା ସେ। ବଡ଼ ବିବ୍ରତ, ବଡ଼ ଅପ୍ରସ୍ତୁତ ହୋଇ ବସି ପଡ଼ିଲା ମୋ ସାମ୍ନାରେ। ଯେମିତି ତା'ର ଦୃଷ୍ଟି କେଉଁ ସୁଦୂରର ସୀମାକୁ ସ୍ପର୍ଶ କଲା। ତା'ର ସ୍ୱର ଭାସି ଆସିଲା କେଉଁ ଅତଳତଳ ଗଭୀରତା ମଧ୍ୟରୁ। କେଉଁ ଦୂରାନ୍ତରରୁ। କାନକୁ ଶୁଭିଲା ଓଦା ଓଦା ତିନୋଟି ଅକ୍ଷରର ଧୀର ତୀକ୍ଷ୍ଣ ଉଚ୍ଚାରଣ... ମୁଁ ମୀରା। ବିଜୁଳି ସକ୍ ଲାଗି ଥରି ଥରି ଅସ୍ପଷ୍ଟ ଆର୍ତ୍ତ ଚିତ୍କାର କଲାପରି ମୁଁ ସ୍ୱର୍ଗତୋକ୍ତି କଲି... ''ମୀରା '' ମୋ ଆଖି ଆଗରୁ ମୋଟା କଳା ପରଦାଟାଏ ଆଡ଼େଇ ଗଲା। ନିମିଷକେ ଛାଇଭଳି, ହସି ହସି, ଦୌଡ଼ି ପଳେଇଲା ଦଶ, ଏଗାର ବର୍ଷର ଝିଅଟିଏ। ଖାଲି ଦେହ, ଖାଲି ହାତ, କୌପିନ ମାରିଲା ପରି, ଅଣ୍ଟା ପାଖରେ ଖଣ୍ଡେ ପ୍ୟାଣ୍ଟ। ମୁଣ୍ଡର ନୁଖୁରା ବାଳ ଫୁରୁ ଫୁରୁ ଉଡ଼ୁଚି। ନାଁ, ସୁନ୍ଦର ହବା ପାଇଁ କୌଣସି କୃତ୍ରିମ ଉପାୟ ସେ କରି ନାହିଁ, ସେଥିପ୍ରତି ତା'ର ଖିୟାଲ ବି ନାହିଁ। ଆକାଶ କ'ଣ ନିଜ ଦେହରେ ପାଉଡ଼ର ମାଖେ? ସକାଳର ଉଲ୍ଲସିତ ଛୋଟ ଚଢ଼େଇଟି କ'ଣ ତା' ପରଯାକ ଗହଣା ଖଞ୍ଜେ? ଆସ୍ତେ ଆସ୍ତେ ପାଖୁଡ଼ା ମେଲୁଥିବା ଦରଫୁଟା କଢ଼ିଟି କ'ଣ ପୋଷାକ ପିନ୍ଧେ? ମୀରା ଥିଲା ଆକାଶ ଭଳି ନିର୍ମଳ। ସକାଳର ଛୋଟ ଚଢ଼େଇଟି ଭଳି ବନ୍ଧନହୀନ। ଜୀବନର ପ୍ରାଚୁର୍ଯ୍ୟରେ, ସୌନ୍ଦର୍ଯ୍ୟରେ ସମ୍ଭାବନାରେ, ମାଧୁର୍ଯ୍ୟରେ ଟୁଳୁ ଟୁଳୁ ଦରଫୁଟିଲା କଢ଼ିଟିଏ। ସବୁ କଢ଼ି ଫୁଟିବାର ସୌଭାଗ୍ୟ ଲଭନ୍ତି ନାହିଁ ହୁଏତ। ନଫୁଟିବା ଠାରୁ ବିକଳାଙ୍ଗ ମୁରୁକୁଟିଆ, ପ୍ରାଣହୀନ ହୋଇ ଫୁଟିବାର ଛଳନା ବଡ଼ କରୁଣ, ବଡ଼ ମର୍ମନ୍ତୁଦ। ଆମ ଗାଁର ହରି ବଡ଼'ପାଙ୍କର ଏକମାତ୍ର ଅଲିଅଳି ଝିଅ ଏଇ ମୀରା। ମୀରାର ଚପଲ ପଣ, ଦୁଷ୍ଟାମୀ, ମାନ, ଅଭିମାନ, ହସ କାନ୍ଦ ସବୁ ଥିଲା ଏକଦା ମୋ ପାଖରେ ଖୁବ୍ ପ୍ରିୟ, ଖୁବ୍ ଆମୋଦକର।